ଏଇ ଏବେ, ପ୍ରମୋଦ ଦାସ ବି ତା'ସହିତ ସେଠାରେ ରହିଥିଲା କଣ କହିଲେ ତାକୁ ଆପଣ ପାଇଲେ ନାହିଁ। ଆଚ୍ଛା ଆପଣ ଆସୁଛନ୍ତି ବହୁତ ଧନ୍ୟବାଦ। ' ରିସିଭର ରଖି ଏକ ଦୀର୍ଘ ଶ୍ୱାସ ନେଲେ ଶତ୍ରୁଜିତ। ଉଦ୍ବିଗ୍ନ ଭାବରେ ତନ୍ମୟ କହିଲେ, 'ଜୟନ୍ତୀ ମହାପାତ୍ରକୁ ପୋଲିସ ଗିରଫ କରିଛି? 'ହଁ' 'ତା'ହେଲେ ତ ଆମେ ଅସୁବିଧାରେ ପଡ଼ିଗଲେ' 'ଏବେ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ମୋର ବିଶ୍ୱାସ। ତଥାପି ଆସନ୍ତା କାଲି ସୁଦ୍ଧା ତା'ସହିତ ମୁଁ ଯେ ଦେଖା କରିପାରିବି ନାହିଁ ଏହା ମଧ୍ୟ ମି: ମହାନ୍ତି ସୂଚାଇ ସାରିଛନ୍ତି। ' 'କିନ୍ତୁ ଏସ. ପି. ସାହେବ' 'ତାଙ୍କ କରୁଣା ଉପରେ ନିର୍ଭର କରିବା ମୁଁ ପସନ୍ଦ କରୁନାହିଁ। ଆଇନତଃ ଯାହା ହେଇପାରିବ, ସେଥିପାଇଁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ' ତା'ପରେ ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇ ସେ କହିଲେ, 'ଅମ୍ୱରୀଶବାବୁ ନିଶ୍ଚୟ କୋର୍ଟରୁ ଫେରିଆସିଥିବେ। ଟେଲିଫୋନରେ। ତାଙ୍କ ସହ କଣ୍ଟାକ୍ଟ କର। ଯଦି ସେ ମିଳିଯାଆନ୍ତି ଏ ବିଷୟରେ କିଛି ଗୋଟିଏ ପରାମର୍ଶ କରିବା। ' ଶତ୍ରୁଜିତଙ୍କ କଥା ଶେଷ ହେବା ପୂର୍ବରୁ ତନ୍ମୟ ରିସିଭର ଉଠାଇ ସାରିଥିଲେ। କେତେ ସମୟ ଅପେକ୍ଷା କରିବା ପରେ କହିଉଠିଲେ, 'ନମସ୍କାର ଅମ୍ୱରୀଶବାବୁ, ମୁଁ ଡ: ତନ୍ମୟ କହୁଛି। ହଁ ବେଶ୍, ନିଅନ୍ତୁ। ' ଶତ୍ରୁଜିତଙ୍କ ହାତକୁ ରିସିଭର ବଢ଼ାଇଦେଲେ ତନ୍ମୟ। 'ନମସ୍କାର ଆଜ୍ଞା, କଣ କହିଲେ ଆପଣ ବି ଜୟନ୍ତୀର ଆରେଷ୍ଟ ଖବର ପାଇଯାଇଛନ୍ତି-। ଏଇ ବର୍ତ୍ତମାନ ପ୍ରମୋଦ ସେହିଠାରେ ଅଛି କଣ କହିଲେ-ବେଶ୍, ଆପଣ ଚେଷ୍ଟାକରନ୍ତୁ-। ସ୍ନେହଲତାର ହତ୍ୟାକାଣ୍ତ ଶୁଣିଲେ, ନା-ମୁଁ ଆପଣଙ୍କ ଘରୁ ଫେରି ସେହିଠାକୁ ଯାଇଥିଲି। ହଁ, ସେଇଥିପାଇଁ ନିଶ୍ଚୟ ଅସୁବିଧାରେ ପଡ଼ିପାରନ୍ତି। ବେଶ୍, ଆପଣ ଆସନ୍ତୁ। ' ଶତ୍ରୁଜିତ ରିସିଭର ରଖି ନିଜ ଚେୟାର ପାଖକୁ ଫେରିବାବେଳକୁ ମି: ମହାନ୍ତି ଭିତରକୁ ପ୍ରବେଶ କରୁଥିଲେ। 'ଆସନ୍ତୁ, ମି: ମହାନ୍ତି! ' ଶତ୍ରୁଜିତଙ୍କ ଅନୁରୋଧରେ ମି: ମହାନ୍ତି ଗୋଟିଏ ଚେୟାରରେ ବସିଲେ। ତାଙ୍କ ହାତକୁ ସିଗାରେଟ୍ ଖଣ୍ତିଏ ବଢାଇ ଦେଇ ଶତ୍ରୁଜିତ କହିଲେ, 'ହୋଟେଲ ପେଲେସରେ ଜୟନ୍ତୀ ମହାପାତ୍ରର ସନ୍ଧାନ ଆପଣ କେମିତି ପାଇଲେ? 'ସତ କହିବାକୁ ଗଲେ ସୁବ୍ରତର ଜଣେ ଆସିଷ୍ଟାଣ୍ଟ କୁଆଡ଼େ ଜୟନ୍ତୀ ମହାପାତ୍ରକୁ ଫଲୋ କରୁଥିଲା। ' 'କୋଉଠାରୁ? ' 'ତା କଥାରୁ ଜଣାପଡ଼େ, ସଂଧ୍ୟା ଛ'ଟା ପରେ ପରେ ଆଡ଼୍ଭୋକେଟ ଅମ୍ବରୀଶବାବୁଙ୍କ ଘରୁ ସେ ବାହାରି ଗୋଟିଏ ଚିକ୍ସାରେ ସିଧା ଯାଇଥିଲା ମିସେସ ପାତ୍ରଙ୍କ ପ୍ରାସାଦ ନିକଟକୁ। ' ମିଃ: ମହାନ୍ତି! ' ଶତ୍ରୁଜିତଙ୍କ କଣ୍ଠସ୍ୱର ଅସମ୍ଭବ ଭାବରେ ଥରିଉଠିଲା। 'ଅବଶ୍ୟ ତାଙ୍କର ଆସିଷ୍ଟାଣ୍ଟ ଯୋଉଭଳି ଭାବରେ ମୋ ପାଖରେ ଘଟଣାଟି ବର୍ଣ୍ଣନା କରିଛି ସେଥିରେ ସେ ସିଧାସଳଖ ଭାବରେ ମିସେସ୍ ପାତ୍ରଙ୍କ ପ୍ରାସାଦ ନିକଟରେ ତାକୁ ଦେଖିଥିବା କଥା କହିନାହିଁ' 'ମାନେ? ' 'ସେ କୁଆଡ଼େ ଗୋଟିଏ ସାଇକେଲରେ ତାକୁ ଫଲୋ କରୁଥିଲା। କିନ୍ତୁ ଜନଗହଳି ରାସ୍ତାରେ ଟ୍ରାଫିକ୍ର ଭିଡ଼ ଯୋଗୁଁ ସେ ଯାଉଥିବା ରିକ୍ସାଟି ଅଦୃଶ୍ୟ ହେଇଯାଇଥିଲା। ଆଉ ସେ ଅନିର୍ଦ୍ଦିଷ୍ଟ ଭାବରେ ସେଇ ଟ୍ରାଫିକ୍ ପୋଷ୍ଟରୁ ଯାଇଥିବା ଦୁଇଟି ରୋଡ଼ ଚେକ୍ କରୁ କରୁ ପୁଣି ଜୟନ୍ତୀ ମହାପାତ୍ରକୁ ମିସେସ୍ ପାତ୍ରଙ୍କ ଘରଆଡ଼ୁ ଫେରିଥିବାର ଦେଖିଥିଲା। ' 'ତା' ହେଲେ ପୂର୍ବରୁ ମିସେସ ପାତ୍ରଙ୍କ ପ୍ରାସାଦ ସହିତ ସୁବ୍ରତଙ୍କ ଆସିଷ୍ଟାଣ୍ଟର ପରିଚୟ ଥିଲା? ' 'ମି: ମହାନ୍ତି ହଠାତ୍ କିଛି କହିପାରିଲେ ନାହିଁ। କେତେକ